ସେଥିପାଇଁ ନିର୍ଦ୍ଦିଷ୍ଟ ସମସ୍ୟାର ନିର୍ଦ୍ଦିଷ୍ଟ ଆଲୋଚନା କରି ନିର୍ଦ୍ଦିଷ୍ଟ ସମାଧାନର ସୂଚନା ଦେବା ଆବଶ୍ୟକ। ସେଥିପାଇଁ ଆବଶ୍ୟକ ଧୀର, ଶାନ୍ତ ଆଲୋଚନା ଚକ୍ର। କିନ୍ତୁ ସେଥିପାଇଁ ମଧ୍ୟ ଆବଶ୍ୟକୀୟ ବାୟୁମଣ୍ଡଳ ନାହିଁ, କାରଣ କେତେକ ରାଜନୈତିକ ଦଳ ସବୁବେଳେ ନିର୍ବାଚନ କଥା ଭାବି ଭାବି ଦିନରାତି ନିର୍ବାଚନର ସ୍ୱପ୍ନ ଦେଖୁଛନ୍ତି। ଯେ କୌଣସି ଆଲୋଚନା ନିର୍ବାଚନ ରାଜନୀତିରେ ସେହି ହେତୁରୁ ପଶିଯାଇଛି। ନିର୍ବାଚନ ଆହୁରି ପ୍ରାୟ ତିନିବର୍ଷ ଅଛି। କିନ୍ତୁ କେତେକ ରାଜନୈତିକ ଦଳ ଆଜିଠାରୁ ନିର୍ବାଚନ ସମୟ କାର୍ଯ୍ୟ ଆରମ୍ଭ କରିଦେଲେଣି। ସେହି ହେଉଛି ଏକ ମୁଖ୍ୟ କାରଣ ଲୋକେ ରାଜନୀତି ପ୍ରତି ଆଗ୍ରହୀ ନ ହେବାର; କିନ୍ତୁ କିଏ ଶୁଣୁଛି ସେ କଥା? ପୁରୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରାହୋଇଛି, ରଥଯାତ୍ରାରେ ଯେପରି ଅଶ୍ଳୀଳ ଓ ଅସଭ୍ୟ ଡାକମାନ ଦିଆହୁଏ ତାହା ଯେପରି ନହୁଏ ସେଥିପାଇଁ କିଛି ଲେଖିବାକୁ। ତାହା ଯେପରି ନ ହୁଏ ସେଥିପାଇଁ ବହୁବର୍ଷ ପୂର୍ବରୁ ବହୁ ବଡ଼ ବଡ଼ ଲୋକ ଚେଷ୍ଟା କରିଛନ୍ତି। କିନ୍ତୁ ରଥଯାତ୍ରାରୁ ସେ ପ୍ରକାର ଯୌନଭାଷା ବର୍ତ୍ତମାନ ଆସି ସାହିତ୍ୟରେ ପ୍ରବେଶ କଲାଣି। ଯେଉଁମାନେ ତାହା କରୁଛନ୍ତି ସେମାନେ ନିଜକୁ ବିପ୍ଳବୀ ବୋଲି ମନେ କରୁଛନ୍ତି। ଏଣୁ କିଏ କାହାକୁ ବର୍ତ୍ତମାନ ବୁଝାଇବ? ବ୍ୟକ୍ତିଗତ ଓ ସାମାଜିକ ଚେତନାକୁ ଊର୍ଦ୍ଧ୍ୱମୁଖୀ କରିବାପାଇଁ ନିଜମତ ଓ ବିଶ୍ୱାସରେ ଦୃଢ଼ ରହି ତଦନୁସାରେ ଚାଲିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ପ୍ରଚାର ବା ମତ ବିତରଣ ସେପରି ଫଳପ୍ରଦ ହେବ ନାହିଁ। ବର୍ତ୍ତମାନର ଅବସ୍ଥାକୁ ବର୍ଣ୍ଣନା କଲେ ଏକ ନିରାଶାର କାହାଣୀ ହୋଇଯିବ। କିନ୍ତୁ ମୋର ମନେହୁଏ ବର୍ତ୍ତମାନର ଅବସ୍ଥା, ବ୍ୟକ୍ତିର ଆତ୍ମବିଶ୍ୱାସକୁ ଏକ ଆହ୍ୱାନ। ପ୍ରତ୍ୟୁଷର ଅଳ୍ପକାଳ ପୂର୍ବରୁ ଯେପରି ଅନ୍ଧାର ଓ ଆଲୁଅର ଲଢ଼ାଇ ହୋଇ ଏକ ଅସ୍ଥିର ବାୟୁମଣ୍ଡଳ ସୃଷ୍ଟି କରେ, ସେହିପରି ବର୍ତ୍ତମାନ ଅବସ୍ଥା ବୋଲି ମୋର ମନେ ହୁଏ। ଅନ୍ଧକାର ହଟିବ ମାତ୍ର ଲଢ଼େଇକରି ହଟିବ। ଦୁଇଟି ମତ ଭାରତରେ ଅସହଯୋଗ ଆନ୍ଦୋଳନ ବେଳୁ କାର୍ଯ୍ୟ କରିଆସୁଛି। ଗୋଟିଏ ମତ ହେଉଛି ଯେ ସାମାଜିକ ଓ ଅର୍ଥନୈତିକ ପୁନର୍ଗଠନ ଅହିଂସାତ୍ମକ ଅର୍ଥାତ୍ ଗଣତାନ୍ତ୍ରିକ ଉପାୟରେ ସାଧିତ ହୋଇ ପାରିବ। ଆଉ ଗୋଟିଏ ମତ ହେଉଛି ଯେ ସେ ପ୍ରକାର ପୁନର୍ଗଠନ ଗଣତାନ୍ତ୍ରିକ ଉପାୟରେ ହୋଇ ପାରିବ ନାହିଁ, ସେଥିପାଇଁ ବିପ୍ଳବ ଅନିବାର୍ଯ୍ୟ। ଏ ବିପ୍ଳବ ବର୍ଷ ବର୍ଷକାଳ ଚାଲିପାରେ ଓ ଏଥିରେ ଧନ ଜୀବନ ବହୁ ପରିମାଣରେ ନଷ୍ଟ ହୋଇ ଯାଇପାରେ। ସେଥିପ୍ରତି ଭ୍ରୂକ୍ଷେପ ନ କରି ବିପ୍ଳବ ପାଇଁ ଦେଶକୁ ପ୍ରସ୍ତୁତ କରିବାକୁ ହେବ। ଏହି ବିପ୍ଳବକୁ ସାହାଯ୍ୟ କରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାର ସାହାଯ୍ୟ ମଧ୍ୟ ନିଆଯାଇ ପାରେ। ରୁଷିଆରେ କମ୍ୟୁନିଷ୍ଟ ବିପ୍ଳବ ପୂର୍ବରୁ ଗଣତାନ୍ତ୍ରିକ ପଦ୍ଧତିର ସାହାଯ୍ୟ ନିଆହୋଇଥିଲା। ଏ ପ୍ରକାର ଦୁଇଟି ମତ ଯେ କେବଳ ଭାରତରେ ଚାଲିଛି ତାହା ନୁହେଁ; ପୃଥିବୀ ସାରା ଏ ଦୁଇ ମତର ପରୀକ୍ଷା ଚାଲିଛି। କାଳକ୍ରମେ ବିଗତ ମହାଯୁଦ୍ଧ ପରେ ସାଧାରଣ ଭାବରେ ଏକମତ ପ୍ରକାଶ ପାଇଲା ଯେ ବିପ୍ଳବ ପର୍ଯ୍ୟନ୍ତ ନ ଯାଇ ଗଣତାନ୍ତ୍ରିକ ଉପାୟରେ ମଧ୍ୟ ସାମାଜିକ, ଅର୍ଥନୈତିକ ପୁନର୍ଗଠନ ହୋଇପାରେ। ଏ ମତ ରୁଷିଆରେ ସ୍ପଷ୍ଟ ଭାବରେ ବ୍ୟକ୍ତ କଲେ ପ୍ରଥମେ କୃଶ୍ଚେଭ ଓ ସେହି ମତ ସେଠି ବର୍ତ୍ତମାନ କାର୍ଯ୍ୟ କରୁଛି। ଏହି ମତଟିକୁ ଅନ୍ୟମାନେ 'ରିଭିଜନିଷ୍ଟ' ଆଖ୍ୟା ଦେଇ ନିନ୍ଦା କରୁଛନ୍ତି ଓ ବିପ୍ଳବ ନ ହେଲେ ପୁନର୍ଗଠନ ହୋଇପାରିବ